ସୁଫେଡ଼ା − କାଠପେଡ଼ି। ଫଳାଗ୍ରେ - ଲଙ୍ଗଳିଲୁହା ମୁନରେ। ବିଘ୍ନେ - ଭାଙ୍ଗି, ଫିଟାଇ। ସୀମନ୍ତିନୀ - ସୀମନ୍ତିନୀ ଭୂଷା - ନାରୀ ଶିରୋମଣି। ବନଜସମ୍ଭୂତା - ଲକ୍ଷ୍ମୀ। ନିଉଛାଇ - ବନ୍ଦାଇ। ବେରବେ - ଅଙ୍କରେ। ଧାତ୍ରୀ ଶିରୀଧାତ୍ରୀ - ଧାଈମାନଙ୍କରେ ଅତି ସୁନ୍ଦରୀ ଧାଈ। ଯତି - ଋଷି, ଜନକ। ଯତିନାରୀ - ଋଷିପତ୍ନୀ, ଜନକରାଣୀ ସୁମନା - ଦେବତାମାନେ। ଅଦେହ - ବିଦେହ ସ୍ୱର୍ଗ। ଅଦେହ ନଗ୍ର - ବିଦେହ ନଗରୀ, ସ୍ୱର୍ଗପୁରୀ, ପାରିଜାତକ। ସପ୍ତମ ଛାନ୍ଦ-ରାଗ ରସକୂଲ୍ୟା, ପଦରେ ସମ୍ପୂର୍ଣ୍ଣ। କଥାବସ୍ତୁ-ଏହି ଛାନ୍ଦରେ ବିଶ୍ୱାମିତ୍ରଙ୍କ ସହିତ ରାମଚନ୍ଦ୍ର ଅରଣ୍ୟକୁ ଆସି ତାଡ଼କୀ ବଧକରି ଅହଲ୍ୟାକୁ ମୁକ୍ତିଦାନ କରିଅଛନ୍ତି। ଅହଲ୍ୟାସ୍ତବକୁ ଧନୁବନ୍ଧରେ ରଚନା କରି କବି ଆଳଙ୍କାରିକ ବିଶେଷତ୍ୱ ଦେଇଅଛନ୍ତି। ସାଦରେ ବାରେ ହରିହର ଦର ମୋହ ମୋହନ ମୋର ଦୂରକର କଷ୍ଟ ନଷ୍ଟକ ଲୋକର ଭରସା ଏଣୁ ଆଶା କରିଛି ସାରଦଶା ହେ ଏ ଧନୁ ବନ୍ଧ ଛାୟାରେ ଯେ ଅହଲ୍ୟା ରହିଣ ଶ୍ରୀରାମଚରଣ ସ୍ତବ କରନ୍ତି ଆଦରେ ସେ। ଧନୁ ଆକୃତିବିଶିଷ୍ଟ କ୍ଷେତ୍ର ଅଙ୍କନ କରି ଭିନ୍ନ ସ୍ଥାନରେ କୌଶଳପୂର୍ବକ ଗୀତ ଓ ବାକ୍ୟ ବିନ୍ୟାସ କଲେ ଚିତ୍ରକାବ୍ୟର ରୀତି ଅନୁସାରେ ଏହି ବନ୍ଧ ପରିଦୃଷ୍ଟ ହେବ। ଅଷ୍ଟମ ଛାନ୍ଦ-ରାଗ ଧନାଶ୍ରୀ। ପଦରେ ସମ୍ପୂର୍ଣ୍ଣ। ନୃତ୍ୟ ଓ ଲୀଳା ଗାନରେ ଏହି ବୃତ୍ତଟି ପାଳି ଧରି ଗାଇବାରେ ଏକାନ୍ତ ସୁଶ୍ରାବ୍ୟ ହୋଇଥାଏ। ଏଥିରେ ଭଞ୍ଜଙ୍କ ବର୍ଣ୍ଣିତ ବିଷୟ ହିଁ ଟିକିଏ ସ୍ୱତନ୍ତ୍ର ଭାବରେ ଚିତ୍ରିତ କରାଯାଇଛି ମାତ୍ର। ରାମଚନ୍ଦ୍ର ଗଙ୍ଗା ପାରି ହୋଇ ମିଥିଳା କଟକରେ ପହଞ୍ଚି ଜନକଙ୍କଦ୍ୱାରା ସମାଦୃତ ହେଲେ। କୈବର୍ତ୍ତ ଭାଗ୍ୟବଳରେ ତାରକ ବ୍ରହ୍ମ ଲାଭ କରିଛି ବୋଲି ସେ ଲେଖିଛନ୍ତି। ନଚେତ୍ ନୂତନତ୍ୱ କିଛି ନାହିଁ। ନବମ ଛାନ୍ଦ-କୁମ୍ଭ କାମୋଦି ବୃତ୍ତ। ପଦରେ ସମ୍ପୂର୍ଣ୍ଣ। କଥାବସ୍ଣ- ଏଥିରେ ସୀତାଙ୍କର ବେଶ ବର୍ଣ୍ଣିତ ହୋଇଛି। ସୀମନ୍ତିନୀ-ସୀମନ୍ତିନୀ ସୀମାନ୍ତରେ ସୀମନ୍ତ ଦେଖାନ୍ତେ ଜାହ୍ନବୀ ଅର୍କକା ଏକ ସ୍ଥାନେ ଦୁଜା ଗୋଚର ତେମନ୍ତେ। ଅନନ୍ତର ହରଧନୁକୂ ମଲ୍ଲମାନେ ସଭାରେ ସ୍ଥାପନ କରିଅଛନ୍ତି। ତାହାର ଏକ ମଞ୍ଜୁଳ ବର୍ଣ୍ଣନା କରାଯାଇଛି। ଦଶମ ଛାନ୍ଦ-ପଞ୍ଚମ ବରାଡି ବୃତ୍ତ। ଏହା ପଦରେ ସଂପୂର୍ଣ୍ଣ। ଭଞ୍ଜଙ୍କ ''ବିଚାରଇ ମାଳ ଯମକରେ କବି ମନେ" ବୃତ୍ତରେ ରଚିତ। କଥାବସ୍ତୁ-ରାମଚନ୍ଦ୍ର ହରଧନୁ ଭଗ୍ନ କରିଅଛନ୍ତି। ଏ ଛାନ୍ଦରେ ଶବ୍ଦ-ପାଣ୍ଡିତ୍ୟ ଯଥାସମ୍ଭବ ଦେଖାଯାଇଛି। ଏକାଦଶ ଛାନ୍ଦ-ରାଗ ପଞ୍ଚମ ବରାଡ଼ି ବୃତ୍ତ। ପଦରେ ସଂପୂର୍ଣ୍ଣ-। କଥାବସ୍ତୁ-ଜନକ ନିଜ କନ୍ୟାର ବିବାହ ଲାଗି ଦଶରଥଙ୍କ ନିକଟକୁ ଦୂତ ପ୍ରେରଣ କରିଅଛନ୍ତି ଏବଂ ସେ ପୁତ୍ରମାନଙ୍କର ଧାତ୍ରୀ ଏବଂ ମାତାମାନଙ୍କ ସହିତ ଅନ୍ୟ ଦୁଇ ପୁତ୍ରଙ୍କୁ ସଙ୍ଗରେ ଧରି ସବିଧିରେ ଜନକାଳୟକୁ ବିଜେ କରିଛନ୍ତି। ରଚନାର ବୈଶିଷ୍ଟ୍ୟ ଏବଂ ପଦ ପ୍ରୟୋଗରେ ସ୍ୱାଧିକାର ଏଇ ଛାନ୍ଦରେ ବିଶେଷ ଲକ୍ଷ୍ୟ କରାଯାଏ। ଦ୍ୱାଦଶ ଛାନ୍ଦ - ମାଳବ ବୃତ୍ତ। ପଦରେ ସଂପୂର୍ଣ୍ଣ। କଥାବସ୍ତୁ - ଦଶରଥ କିଛିବାଟ ପଦଯାତ୍ରାରେ ମିଥିଳା ସୀମାଯାଏଁ ଯାଇଛନ୍ତି। ରାମ ଲକ୍ଷ୍ମଣଙ୍କ ସହିତ ପିତାମାତା ଓ ଅନ୍ୟ ଭାଇ ଦୁହେଁ ମିଳିତ ହୋଇଛନ୍ତି। ତ୍ରୟୋଦଶ ଛାନ୍ଦ-ରାଗ କାଳୀ। ପଦରେ ସଂପୂର୍ଣ୍ଣ। କଥାବସ୍ତୁ - ଦଶରଥ ସ୍ୱତନ୍ତ୍ର ସ୍ଥାନରେ ରହିଲେ ଏବଂ ଜନକ ତାଙ୍କୁ ଦେଖାକଲେ। ବିବାହବିଧ ଘେନି ମଣ୍ଡପାଦି ନିର୍ମ୍ମାଣ ଓ ଜନଗହଳ ଘେନି ଉତ୍ସବାଦି ବର୍ଣ୍ଣିତ ହୋଇଅଛି। ଏଥିରେ ଆଦ୍ୟଯମକ ଓ ଯୋଡ଼ିଯମକ ଅଳଙ୍କାର ଦେଖାଯାଏ। ଚତୁର୍ଦ୍ଦଶ ଛାନ୍ଦ - ରାଗ ମଙ୍ଗଳଗୁର୍ଜ୍ଜରୀ। ପଦରେ ସଂପୂର୍ଣ୍ଣ। ଏହି ଛାନ୍ଦରେ ବିବାହବିଧି ବର୍ଣ୍ଣିତ ହୋଇଛି। ପଞ୍ଚଦଶ ଛାନ୍ଦ - ରାଗ ଲଳିତ କାମୋଦି। ଏହି ଛାନ୍ଦ ପଦରେ ସଂପୂର୍ଣ୍ଣ। କଥାବସ୍ତୁ - ସ୍ୱତନ୍ତ୍ର ଶିବିରରେ ସୀତାଙ୍କର ମଧୁଶଯ୍ୟା ଏହି ଛାନ୍ଦରେ ବର୍ଣ୍ଣିତ ହୋଇଛି। ସୀତାଙ୍କର ବେଶ କବି ପୂର୍ବ ରାତିରେ ବର୍ଣ୍ଣନା କରିଅଛନ୍ତି। ଏଥିରେ ରାମଙ୍କ ରଚନାରେ ସୀତାଙ୍କ ପ୍ରତି ଏକ ଅନ୍ତର୍ଲିପି ଦିଆଯାଇଛି ଏବଂ ସୀତାଙ୍କ ରଚନାରେ ଏକ ଆଦ୍ୟପ୍ରାନ୍ତ ଲୋପ ମଧ୍ୟାକ୍ଷର ଲିପି ରହିଛି। ଏସବୁ ରଚନାରେ ଭାଷାର ସୌନ୍ଦର୍ଯ୍ୟ, ଚାତୁର୍ଯ୍ୟ, ବିଚିତ୍ରତା ଯଥାସମ୍ଭବ ରଖାଯାଇଛି-। ପୂର୍ବୋକ୍ତ ବିଭିନ୍ନ ଛାନ୍ଦରେ ମାଳଯମକ, ମହାଯମକ, ସର୍ବଯମକ, ମଧ୍ୟଯମକ ଆଦି ମଧ୍ୟ ରହିଛି। ଅନ୍ତର୍ଲିପି - ରଙ୍କ ହୋଇ ଅଙ୍କରେ ମଣ୍ଡନ କରୁ ନେଇ ପଙ୍କରୁହନେତ୍ରୀ ତ୍ରପା ବହି ଗୋ।